ଦିନେ ଦକ୍ଷିଣେଶ୍ୱର ପଞ୍ଚବଟୀ ତଳରେ ଶ୍ରୀରାମକୃଷ୍ଣ ଦେବ ଗଙ୍ଗାନଦୀ କୂଳରେ ଧୁନ ପାଖରେ ବସିଛନ୍ତି। ଧୁନିର ଆର ପାଖରେ ବସିଛନ୍ତି ତୋତାପୁରୀ। ବେଦାନ୍ତର ଆଲୋଚନା ଚାଲିଥାଏ। ଏତିକିବେଳେ ହୁକା ଟାଣିବା ପାଇଁ ଗୋଟିଏ ଲୋକ ଆସି ଧୁନିରୁ ଜଳନ୍ତା ଅଙ୍ଗାର ଖଣ୍ତେ ନେବାକୁ କାଠ ଟାଣି ନେଲା। ସନ୍ନ୍ୟାସୀମାନେ ଧୁନିର ନିଆଁକୁ ବଡ଼ ପବିତ୍ର ବୋଲି ମନେ ଭାବନ୍ତି। ଲୋକଟିକୁ ଧୁନିରୁ ଏପରି ଭାବରେ ନିଆଁ ନେବାର ଦେଖି ତୋତାପୁରୀ ଖୁବ୍ ରାଗି ଉଠିଲେ। ସେ ଚିମୁଟା ଉଠାଇ ତାକୁ ମାରିବାକୁ ଦଉଡ଼ିଗଲେ। ଏହା ଦେଖି ଶ୍ରୀରାମକୃଷ୍ଣ ହସି ପକାଇଲେ। ହସ ଯେପରି ଅଟକୁ ନାହିଁ। ତାହା ଦେଖି ତୋତାପୁରୀ ଶ୍ରୀରାମକୃଷ୍ଣ ଦେବଙ୍କୁ ପଚାରିଲେ—''ତମେ ହସୁଛ କାହିଁକି? '' ଶ୍ରୀରାମକୃଷ୍ଣ ଦେବ କହିଲେ—''ତମେ ପରା କହିଛ ଯେ ସବୁ ସେହି ଏକ ଆତ୍ମା—ତେବେ ସ୍ପର୍ଶ ଦୋଷର ପ୍ରଶ୍ନ ଉଠୁଛି କିପରି? ଏଇ କ'ଣ ତମର ବ୍ରହ୍ମଜ୍ଞାନ? '' ଏହା ଶୁଣି ପୁରୀଜୀଙ୍କର ଚମକ ଭାଙ୍ଗିଲା। ସେ ଭାବିଲେ—ସତେ ତ! ସର୍ବଭୂତରେ ସେହି ବ୍ରହ୍ମ ଛଡ଼ା ଆଉ କେହି ନାହିଁ। ରାଗରେ ଭେଦବୁଦ୍ଧି ଆସିଥିଲା। ସେ କହିଲେ—''ନା, ଜୀବନରେ ଆଉ କେବେ ରାଗିବି ନାହିଁ। '' କ୍ରୋଧ ମନୁଷ୍ୟର ଶତ୍ରୁ। ତାକୁ ଯେ ଜୟ କରିଛି, ସେ ପୃଥିବୀ ଜୟ କରିଛି। ତମେ ଯେତେବେଳେ ରାଗ, ସେତେବେଳେ ଭାବିବ କାହା ଉପରେ ରାଗୁଛ? ଦେଖିବ ରାଗିବା କୁଆଡ଼େ ମିଳାଇଯିବ। ଭକ୍ତପାଇଁ ଭଗବାନ ବ୍ୟାକୁଳ ସ୍ୱାମୀ ବିବେକାନନ୍ଦ ପରିବ୍ରାଜକ ଅବସ୍ଥାରେ ସାରା ଭାରତବର୍ଷ ବୁଲୁଥାନ୍ତି। ଘୋର ଗ୍ରୀଷ୍ମକାଳ, ଯେପରି ନିଆଁ ବର୍ଷୁଛି। ଗୋଟିଏ ଅନାମଧେୟ ଷ୍ଟେସନରେ ସେ ହଠାତ୍ ଓହ୍ଲାଇ ପଡ଼ିଲେ। ଛୋଟ ଷ୍ଟେସନ ଘରର ଛୋଟ ବିଶ୍ରାମ କକ୍ଷଟିଏ। ସେ ସେଠାରେ ବିଶ୍ରାମ କଲେ। ସେ ଘରେ ଜଣେ ଧନୀ ଲୋକ ସତରଞ୍ଜି ପକାଇ ବସିଥିଲେ। ସେ ସ୍ୱାମୀଜୀଙ୍କୁ ତାଚ୍ଛଲ୍ୟଭରା ଦୃଷ୍ଟିରେ ଚାହିଁ ତାଙ୍କୁ ଦେଖାଇ ଦେଖାଇ ସୁଖାଦ୍ୟମାନ ପେଟିରୁ ବାହାର କରି ଖାଇବାକୁ ଲାଗିଲେ। ସ୍ୱାମୀଜୀ ପାଣି ପିଇ ସେଠାରେ ଭୋକରେ ଟିକିଏ ନିଦ୍ରା ଗଲେ। ଧନୀ ଲୋକଟି କହୁଥାଏ— ''ଭଗବାନ ଭଗବାନ ବୋଲି କେବଳ ବେକାର ଲୋକହିଁ ପାଟି କରନ୍ତି। ଭଗବାନତ କିଛି ଦେଉ ନାହାନ୍ତି? '' ସ୍ୱାମୀଜୀ ନୀରବରେ ସେ କଥାକୁ ଶୁଣି ସହ୍ୟ କରୁଥାନ୍ତି। ପ୍ରାୟ ଦୁଇଘଣ୍ଟା ପରେ ଜଣେ ଲୋକ ଥାଳି-ଭର୍ତ୍ତି ଜିନିଷ ଧରି କାହାକୁ ଯେମିତି ଖୋଜିବାକୁ ଲାଗିଲା। ତା' ପରେ ସ୍ୱାମୀଜୀଙ୍କୁ ଦେଖି ମୁଣ୍ତିଆ ମାରି ଜିଦ୍ଧରି ତାଙ୍କୁ ବସିଲା ଖୁଆଇବାକୁ। ସେ ଆଣିଥିଲା ନାନା ସୁସ୍ୱାଦୁ ଖାଦ୍ୟ। ଲୋକଟି କହିଲା— ''ମୁଁ ରାମଙ୍କ ଭକ୍ତ। ମୋର ଜଳଖିଆ ଦୋକାନ ଅଛି। ମୁଁ ଆଜି ଖାଇପିଇ ଶୋଇଥିଲି। ମୋର ଇଷ୍ଟ ଆସି ମୋତେ ଧକ୍କା ଦେଇ ଉଠାଇ ସ୍ୱପ୍ନରେ କହିଲେ—'ତୁ ଶୋଇଛୁ କ'ଣ? ଷ୍ଟେସନରେ ଯେ ମୁଁ ନ ଖାଇ ଉପାସରେ ରହିଛି। ' ସ୍ୱପ୍ନ କଥାକୁ ମିଛ ଭାବି ମୁଁ ଶୋଇପଡ଼ିଲି। ତା' ପରେ ମୁଁ ପୁଣି ସ୍ୱପ୍ନ ଦେଖିଲି ଯେ ଇଷ୍ଟ ମୋତେ କ୍ରୋଧରେ କହୁଛନ୍ତି 'ତୁ ଶୋଇପଡ଼ିଲୁ, ମୋ କଥା ଶୁଣିଲୁ ନାହିଁ। ' ମୁଁ କହିଲି, 'ମୁଁ ତ କାହାକୁ ଚିହ୍ନେ ନାହିଁ। ' ସେ ତା' ପରେ ଆପଣଙ୍କୁ ଦେଖାଇ ଦେଲେ। ମୁଁ ତରବରରେ ଉଠି ଗରମ ଗରମ ଯାହା ପାରିଲି, ସଙ୍ଗରେ ନେଇ ଚାଲି ଆସିଲି। ଆପଣ ତାହା ଗ୍ରହଣ କରନ୍ତୁ। ମୋତେ କ୍ଷମା କରନ୍ତୁ। '' ସ୍ୱାମୀଜୀ ଖାଇଲେ। ଧନୀ ଲୋକଟିର ମୁହଁରେ କଥା ନ ଥିଲା। ସେ ସ୍ୱାମୀଜୀଙ୍କ ପାଦତଳେ ଲୋଟି ପଡ଼ିଲା। ଈଶ୍ୱର ହିଁ ରକ୍ଷାକର୍ତ୍ତା ଜଣେ ଡାକ୍ତରଙ୍କ ଘରେ ତାଙ୍କ ପୁଅ ଅସୁସ୍ଥ ଥାଏ। ତେଣୁ ସହରଯାକର ସମସ୍ତ ଡାକ୍ତର ରୋଗୀ ପାଖରେ ରୁଣ୍ତ ହୋଇଥାନ୍ତି। ପୁଅର ଅବସ୍ଥା କ୍ରମଶଃ ଖରାପ ଆଡ଼କୁ ଯାଉଥାଏ। ସମସ୍ତେ ଉଦ୍ଗ୍ରୀବ ହୋଇ ପଡ଼ିଥାନ୍ତି। ରୋଗୀର ମା କିନ୍ତୁ ଖୁବ୍ ଈଶ୍ୱରବିଶ୍ୱାସୀ। ସେ ତାଙ୍କ ଠାକୁରଘରେ ବସି ନିବିଷ୍ଟ। ମନରେ ଜପ କରୁଛନ୍ତି। ରୋଗୀର ବାପ ବଡ଼ ଡାକ୍ତର। ସେ ଈଶ୍ୱର-ବିଶ୍ୱାସୀ ନୁହନ୍ତି, ସେ ଔଷଧ-ବିଶ୍ୱାସୀ। ଶେଷରେ ଡାକ୍ତରମାନେ ନିରାଶ ହେଲେ। ଡାକ୍ତରମାନେ ମତ ଦେଲେ ଯେ ଘଣ୍ଟାଏ ଭିତରେ ରୋଗୀର ମୃତ୍ୟୁ ହେବ। ଏତିକିବେଳେ ଠାକୁରଘରର କବାଟଟି ଧଡ଼ାସ୍ କରି ଫିଟିଗଲା। ଜଣେ ସନ୍ନ୍ୟାସୀ ଦାଣ୍ତରୁ ପଶି ଆସି ରୋଗୀର ବାପ ଡାକ୍ତରବାବୁଙ୍କୁ କହିଲେ—''ତମେ ସବୁ ଔଷଧ ଦେଲ, ମୁଁ କମଣ୍ତଳୁ ପାଣି ଟିକିଏ ରୋଗୀକୁ ଦେବିକି?